ଚମ୍ପା ଯେ ତାକୁ ଏତେ ଭଲପାଏ ବୋଲି କହେ, ତେବେ ସେ ଭଲ ପାଇବାର କ'ଣ ମୂଲ୍ୟ ନାହିଁ? ଭଲ ପାଇବା କ'ଣ ନାରୀର ଧର୍ମ ନୁହେଁ? ନାରୀର ଆଖିରେ ପୁରୁଷର ସ୍ନେହଠାରୁ ତା'ର ବିଷୟ ସମ୍ପତ୍ତି କ'ଣ ବଡ଼? ପୁଣି ସମସ୍ତ ଶକ୍ତି ସଂଗ୍ରହ କରି ସନିଆ ଭାବିଲା, ''ତା'ର ଚମ୍ପା କେବେ ତାକୁ ହତାଦର କରିନପାରେ। ଚମ୍ପାକୁ ଯେ ସେ ଜୀବନଦେଇ ଭଲପାଏ। '' ସନିଆ ଗଲା କାମକୁ। କାମରେ ମନ ତା'ର ଲାଗୁ ନ ଥାଏ। କେବଳ ତାକୁ ଜଣା ଯାଉଥାଏ ସତେଯେପରି ଗୋଟାଏ କଳାମେଘ ଚାରିଆଡ଼େ ଘୋଟିଯାଇଛି ଓ ସେ ନିଜେ କଳାମେଘ ତଳେ ଚିପି ହୋଇଯାଇ ଅଣନିଶ୍ୱାସୀ ହୋଇ ଛଟପଟ ହେଉଛି। ମଝିରେ ମଝିରେ ସେ ମାରତୁଲ ଉଠାଇ ପଥର ଉପରେ ଥୋଇ ଦେଉଥାଏ। ଗୋଟିଏହେଲେ ପଥର ସେଦିନ ସେ ଭାଙ୍ଗିବାକୁ ସମର୍ଥ ହେଲା ନାହିଁ। ତାକୁ ଜଣାଗଲା ତା'ର ଗୋଡ଼ତଳରେ ଯେତେସବୁ ପଥର ପଡ଼ିଥିଲା ସେହି ପଥରଗୁଡ଼ିକ ଏକ ସ୍ୱରରେ ଯେପରି ଚିତ୍କାରକରି ତାକୁ କହୁଛନ୍ତି, ''ସନିଆ! ତୁ ଦୁନିଆରେ ହାରିଯାଇଛୁ। ଯାହାକୁ ତୁ ଜୀବନ ବିନିମୟରେ ନିଜର ମଣିଥିଲୁ, ସେ ତୋତେ ଆଜି ଚିତାକାଟି ଚାଲିଗଲା। '' ସନିଆ ରାଧୀଆଈକୁ ଚିହ୍ନେ। ରାଧୀଆଈର ଜରତାପଣ ତାକୁ ବେଶ୍ ଭଲଭାବରେ ଜଣା। ଚମ୍ପା ଆଉ ରାଧୀଆଈ କବଳରେ ପଡ଼ିନାହିଁ ତ? ଗୋଡ଼ ତଳର ପଥର ତାତିଯାଇ ନିଆଁଭଳି ଗରମ ହୋଇଗଲା। କାରକାଖାରୁ ବିଗୁଲ ବାଜିଲା। ଅଧ ଘଣ୍ଟାଏ ଛୁଟି। ସନିଆ ଏକ ନିଶ୍ୱାସରେ ଧାଇଁ ଧାଇଁ ଘରେ ହାଜର ହେଲା। ଦେଖିଲା ଚମ୍ପା କାମରୁ ଆସିନାହିଁ। ତେବେ ସେ ଯାହା ଭାବୁଥିଲା ତାହା କ'ଣ ଠିକ୍? ଚମ୍ପା କ'ଣ ଆଜି ଆଉ ମେନେଜର ହାତରେ ଧରାପଡ଼ିଛି? ଏହି କଥା ଭାବୁଥିଲା ସନିଆ। ସନିଆ ଧାଇଁ ଧାଇଁ ଗଲା ମେନେଜର ବଙ୍ଗଳାକୁ। ଦେଖିଲା ରାଧୀଆଈ ବସି ଦୁଆର ପାଖରେ ଫୁଲ ଗୁନ୍ଥୁଛି। ରାଧୀଆଈକୁ ଦେଖି ସନିଆର ରକ୍ତ ତାଳୁକୁ ଉଠିଗଲା। ତା'ର ଇଚ୍ଛା ହେଉଥିଲା ରାଧୀଆଈର ବେକ ମୋଡ଼ି ରକ୍ତ ଶୋଷି ନେବାକୁ। ହେଲେ ପାରିଲା ନାହିଁ। ବଙ୍ଗଳାର ସଦର ଦୁଆର ଦରଆଉଜା ହୋଇଥାଏ। ସନିଆ ନିଶବ୍ଦରେ ଘର ଭିତରକୁ ପଶିଗଲା। ଘର ଭିତରୁ ଚମ୍ପାର ଉଛୁଳା ହସ ସନିଆର କାନକୁ ଅସ୍ପଷ୍ଟ ଭାବେ ଶୁଭାଯାଉଥାଏ। ସେ ବିଶ୍ୱାସ ମୋଟେ କରିପାରିଲା ନାହିଁ ଯେ ଚମ୍ପାର ଏତେ ଅଧଃପତନ ହୋଇଛି ବୋଲି। ସେ ଦୁଇ ପହଣ୍ଡ ଆଗେଇଗଲା। ଦେଖିଲା ଚମ୍ପା ଅର୍ଦ୍ଧନଗ୍ନ ଅବସ୍ଥାରେ ମେନେଜରଙ୍କ କୋଳରେ ଶୋଇରହି ମେନେଜରଙ୍କ ଗଣ୍ଡଦେଶରେ ଓଠ ଲଗାଉଛି। ଚମ୍ପା ସ୍ୱାମୀର ସରଳ ବିଶ୍ୱାସରେ ବିଷ ଯେ ବୋଳି ଦେଇପାରେ ଏହି କଥା ସନିଆ ସେଦିନ ଆଖିରେ ଦେଖି ସୁଦ୍ଧା ବିଶ୍ୱାସ କରିପାରିଲା ନାହିଁ। ସେ ଆଉ ଭୁଲ ଦେଖୁନାହିଁ ତ? ପୁଣି ଅପେକ୍ଷାକୃତ ଆଖି ଦୁଇଟା ବଡ଼ ବଡ଼ କରି ସନିଆ ଅନେଇଲା ଚମ୍ପାକୁ। ସେ ଚିହ୍ନିଲା ଚମ୍ପାକୁ। ବାଘପରି ମେନେଜର ଉପରେ ଝାମ୍ପିପଡ଼ିଲା। ଏହି ଦୁନିଆ ହେଉଛି ବିଚିତ୍ର ଦୁନିଆ। ନାରୀର ମନ ମାନିଲେ ସେ ସବୁ କରିପାରେ। ମନ ନ ମାନିଲେ ମଧ୍ୟ ସେ ସବୁ କରିପାରେ। ଯେଉଁ ଚମ୍ପା ଦିନେ ସତୀତ୍ୱକୁ ପଣତକାନିରେ ବାନ୍ଧିରଖିଥିଲା, ସେହି ଚମ୍ପା ଆଜି ସନିଆର ନିଶ୍ଚେଷ୍ଟତା ପାଇଁ ନିଜର ସତୀତ୍ଵକୁ ହସି ହସି ଗୋଡ଼ରେ ଦଳି ଦେଇ ପାରିଲା। ଏଣୁ ସତୀତ୍ଵ ଯେ ଗୋଟାଏ ବଡ଼ ଜିନିଷ ବେଳ ପଡ଼ିଲେ ସ୍ତ୍ରୀ ଏହା ଅସ୍ୱୀକାର କରେ। ହାତରେ ଲୁହାକଡ଼ି ପିନ୍ଧାଇ, ଅଣ୍ଟାରେ ଦଉଡ଼ି ବାନ୍ଧି ସନିଆକୁ ଥାନାରେ ଆଣି ହାଜର କରାଗଲା। ସେ ମେନେଜର ବଙ୍ଗଳାକୁ ଚୋରୀ କରିବାକୁ ପଶିଥିଲା, ଏହା ହେଉଛି ତା'ର ଅପରାଧ। ସନିଆ ଭଗବାନଙ୍କ ନାମରେ ଦ୍ୱାହିଦେଇ ଥାନା ଦାରୋଗାଙ୍କୁ ବୁଝାଇବାକୁ ଚେଷ୍ଟା କଲା-। ଥାନାବାବୁ ବୁଝି ସୁଦ୍ଧା ଅବୁଝା ହୋଇ କହିଲେ, ''ମଣିଷ ଯେଉଁ ଆଖିରେ ଲୁହା ପଥର ଚିହ୍ନେ ସେ ଆଖିରେ ଚମ୍ପା ଭଳି ସୁନ୍ଦରୀ ସ୍ତ୍ରୀର ହୃଦୟ ଚିହ୍ନି ପାରେନାହିଁ। ସୁନ୍ଦରୀ ସ୍ତ୍ରୀର ଅନ୍ତର ବାହାର ସମାନ ନୁହେଁ। ସେ ଅନ୍ତରରେ ଯାହାକୁ ଘୃଣାକରେ ବାହାରେ ତାକୁ ଭଲ ପାଇବାର ଛଳନାକରେ ମାତ୍ର। '' ଏତେ ଦିନ ପରେ ସନିଆ ବୁଝିପାରିଲା ମଣିଷର ଭୁଲ କେଉଁଠି ଥାଏ। ଚମ୍ପା ଭଳି ରୂପବତୀ ସ୍ତ୍ରୀକୁ ଜୀବନଦେଇ ଭଲ ପାଇବା ହେଉଛି ତା'ର ଜୀବନରେ ଗୋଟିଏ ଅକ୍ଷମଣୀୟ ଭୁଲ-। ସେ ଖୁବ୍ ଜୋରରେ ପାଗଳ ଭଳି ହସି ହସି କହିଲା, ''ମୁଁ ଚୋର।